'' ରାଜକୁମାର କହିଲା- ''ମହାରାଜ, ଆପଣଙ୍କ ଅନୁଗ୍ରହରୁ ମୁଁ ଏତେ କଷ୍ଟକରି ଏହାକୁ ପାଇଛି। ତାହାକୁ ମୋ ବାପାଙ୍କୁ ଦେଖାଇବା ଲାଗି ନେଉଛି। ଆପଣ ଏହା ବିବେଚନା କରନ୍ତୁ। '' ସାଧୁ ରାଜକୁମାରର କୌଣସି କଥା ଶୁଣିବାକୁ ଚାହିଁଲେନି। ବିଚାରା ରାଜକୁମାର ପାଞ୍ଚପରୀଙ୍କୁ ସେଠାରେ ଛାଡ଼ି ବାଟେ ବାଟେ ବାଡ଼ି ଦଉଡ଼ି ଓ କଟରାକୁ ନେଇ ଆଗକୁ ଚାଲିଲା। ପରୀମାନଙ୍କୁ ଛାଡ଼ିବାକୁ ତ ତା'ର ଆଦୌ ଇଚ୍ଛା ନଥାଏ। କିଛିଦୂର ଯିବା ପରେ ସେ ବାଡ଼ି ଦଉଡ଼ିକୁ ଆଦେଶ ଦେଲା-''ଯାଅ, ସାଧୁଙ୍କୁ ବାନ୍ଧି ପାଞ୍ଚପରୀଙ୍କୁ ନେଇ ଆସ। '' ବାଡ଼ି ଦଉଡ଼ି ଦୁହେଁ ଯାଇ ସାଧୁଙ୍କୁ କହିଲେ- ''ତୁମ ଗୁରୁଙ୍କ ଆଜ୍ଞା, ଆମେ ରାଜକୁମାରଙ୍କ କଥା ମାନି ଚଳିବୁ! ପାଞ୍ଚପରୀଙ୍କୁ ଭଲରେ ଫେରାଇ ଦିଅ। ନହେଲେ ଆମେ ଆମ କରାମତି ଦେଖାଇବୁ। '' ସାଧୁ ବାଡ଼ି ଦଉଡ଼ିକୁ ଦେଖି ଡରିଗଲେ। ସଙ୍ଗେ ସଙ୍ଗେ ପାଞ୍ଚ ପରୀଙ୍କୁ ଫେରାଇ ଦେଲେ। ପରୀମାନଙ୍କୁ ପାଇ ରାଜକୁମାର ସେମାନଙ୍କ ସହିତ ଆସି ଛ'ମାସ ଶୋଇଥିବା ସାଧୁଙ୍କ ପାଖରେ ପହଞ୍ଚିଲା। ସେ ମଧ୍ୟ ସପନ ଗଛ ଦେଖିବାକୁ ଇଚ୍ଛାକଲେ। ରାଜକୁମାର କହିବାରୁ ପରୀମାନେ ମିଶି ତାହାଙ୍କୁ ସପନ ଗଛ ଦେଖାଇଲେ। ଏଇ ଗୁରୁଙ୍କର ମଧ୍ୟ ପରୀଙ୍କୁ ଦେଖି ଲୋଭ ହେଲା। ସେ କହିଲେ- ''ଆରେ ବାବୁ, ତୁ ଏ ପରୀମାନଙ୍କୁ ମୋ ପାଖରେ ଛାଡ଼ି ଦେ'। ଏମାନଙ୍କ ବଦଳରେ ମୁଁ ତୋତେ କଟରାଟିଏ ଦେଉଛି। ଏହାର ଗୁଣ ଅଦ୍ଭୁତ। ଯେତେବେଳେ ଚାହିଁବୁ ଓ ଯେତେଲୋକଙ୍କ ପାଇଁ ଚାହିଁବୁ ଏଥିରୁ ଦିବ୍ୟ ଖାଇବା ଜିନିଷ ମିଳିପାରିବ। '' ସାଧୁଙ୍କୁ ବୁଝାଇବା ସତ୍ତ୍ୱେ ସାଧୁ ନ ବୁଝିବାରୁ ପରୀମାନଙ୍କୁ ସେଠାରେ ଛାଡ଼ି ରାଜକୁମାର ଆଗକୁ ଚାଲିଲା। କିଛି ବାଟ ଗଲାପରେ ବାଡ଼ି ଦଉଡ଼ିକୁ ଆଦେଶ ଦେଲା-''ଶିଘ୍ର ଯାଇ ସାଧୁଙ୍କ ପାଖରୁ ପରୀମାନଙ୍କୁ ନେଇ ଆସ। '' ବାଡ଼ି ଦଉଡ଼ି ଯାଇ ସାଧୁଙ୍କ କୁଡ଼ିଆକୁ ଘେରିଗଲେ। ବାଡ଼ି ଦଉଡ଼ିର କରାମତି ସାଧୁଙ୍କୁ ଜଣା। ସଙ୍ଗେ ସଙ୍ଗେ ସେ ପରୀମାନଙ୍କୁ ତାଙ୍କ ଜିମା କରିଗଲେ। ଦୁଇବର୍ଷ ପୂରିବାକୁ ଅଳ୍ପ କେତେଦିନ ଥାଏ। ଛୋଟ ରାଜକୁମାର ପରୀଙ୍କୁ ନେଇ ଯୋଉ କୂଅରେ ତାକୁ ଭାଇମାନେ ଠେଲି ଦେଇଥିଲେ ସେହିଠାରେ ପହଞ୍ଚିଲା। ସେଇଠି ମୁହଁ ହାତ ଧୋଇ ସେ ବିଶ୍ରାମ କରୁଥାଏ। ଦୂରରୁ ଦେଖାଗଲା, ଚାରିଭାଇ ଘୋଡ଼ାରେ ବସି ଗୋଟିଏ ଦିଗରୁ ଆସୁଛନ୍ତି। ଚାରିଭାଇ ଆସି ସେଇଠି ପହଞ୍ଚିଲେ। ସେମାନେ ପଚାରିଲେ- ''କିରେ, ତୁ କେଉଁଠାରୁ ଫେରିଲୁ! ବାପାଙ୍କ ପାଇଁ ସପନ ଗଛ ଆଣିଛୁ ନା ନାହିଁ? '' ଛୋଟ ରାଜକୁମାର ତ ଅତି ସରଳ; ଛନ୍ଦ କପଟ କ'ଣ ଜାଣେନା ସେ ଭାଇମାନଙ୍କୁ ଯାଇ ଯାହା ଘଟିଥିଲା କହିଲା। ଈର୍ଷାରେ ଚାରିଭାଇଙ୍କ ହୃଦୟ ଜଳୁଥାଏ। ସେମାନେ କପଟ କରି ଛୋଟ ରାଜକୁମାରକୁ ପୁଣି ସେହି କୂଅକୁ ଠେଲିଦେଲେ। ପରୀମାନଙ୍କୁ ନେଇ ଦେଶକୁ ଚାଲିଗଲେ। ମାତ୍ର ପରୀମାନେ ଭାଇମାନଙ୍କ କଥା ମାନୁ ନଥାନ୍ତି। ବାପାଙ୍କ ପାଖରେ ପହଞ୍ଚି ଚାରିପୁଅ କହିଲେ- ''ବାପା ଆମେ ଗୋଟିଏ ବଡ଼ ସହରକୁ ଯାଇ ଦଶ ଲକ୍ଷ ଟଙ୍କାରେ ଜଣେ ଭଲ ବଣିଆଦ୍ୱାରା ସପନ ଗଛ ତିଆରି କରି ଆଣିଛୁ। କହିବେ ଯଦି ଏଇନେ ତାହା ଦେଖାଇବୁ। '' ରାଜା କହିଲେ- ''ଆରେ ଦିନଟିଏ ଅପେକ୍ଷା କର। କାଲିକୁ ଦୁଇବର୍ଷ ପୂରିବ। ସାନ ପୁଅତ ଆଜିଯାଏ ଫେରିନାହିଁ। ତା' ପାଇଁ ମଧ୍ୟ ଆମେ ଅପେକ୍ଷା କରିବା। '' ଏଣେ ରାଜକୁମାର ଯେଉଁ କୂଅରେ ପଡ଼ିଥିଲା, ସେଠାକୁ ଗାଈ ଚରାଳୀମାନେ ପାଣି ପିଇବାକୁ ଆସିଲେ। ସେମାନେ ତାକୁ କୂଅରୁ ଉଦ୍ଧାର କଲେ। ପଚାରିଲେ- ''ଭାଇ, ତୁମେ କିଏ? ତମକୁ ତ ଆଉଥରେ ଆମେ ଏଥିରୁ ଉଦ୍ଧାର କରିଥିବା ଭଳି ମନେହେଉଛି। '' ଛୋଟ ରାଜକୁମାର କହିଲା- ''ମୋ ଦୁଃଖ କଥା କ'ଣ କହିବି? ମୋ ଭାଇମାନେ ମୋତେ ପୁଣି କୂଅକୁ ଠେଲିଦେଲେ। ତୁମେମାନେ ମୋତେ ଦୁଇଥର ଏଇ କୂଅରୁ ଉଦ୍ଧାର କଲ। ଏ ଉପକାର ମୁଁ କିପରି ଶୁଝିବି? ଗତଥର ଉଦ୍ଧାର କଲାବେଳେ ମୁଁ ଦେଇପାରି। ନଥିଲି। ଏଥର ଭାବୁଛି, ତୁମକୁ ଓ ତୁମ ସାଙ୍ଗ ଭାଇ କୁଟୁମ୍ବଙ୍କୁ ମଧ୍ୟ କିଛି ଖାଇବାକୁ ଦେବି। ଯାଅ, ସେମାନଙ୍କୁ ଡାକି ଆଣିବ। '' ଗାଈଆଳ ପିଲାଏ ଗାଁକୁଯାଇ ତାଙ୍କ ବନ୍ଧୁ କୁଟୁମ୍ବମାନଙ୍କୁ ଡାକି ଆଣିଲେ। ରାଜକୁମାର ସେମାନଙ୍କୁ ବସିଯିବାକୁ କହିଲା। ସମସ୍ତେ କିନ୍ତୁ କିଛି ବୁଝିପାରୁ ନଥାନ୍ତି। ରାଜକୁମାର ତା' ଥଳିରୁ କଟରାଟିକୁ କାଢ଼ି ସମସ୍ତଙ୍କୁ ଦିବ୍ୟ ଭୋଜନ ପରଷିବାକୁ ଆଦେଶ ଦେଲା।